ତୁମେ ଶ୍ରମିକ ନେତ୍ରୀ ହେବାର ସମସ୍ତ କ୍ଷମତା ଏବେ ହାସଲ କରିପାରିଛ। ଭାଷଣ ଦେଇ ଶିଖିଛ। ଯାଅ। କାରଖାନାରେ ନେତା ବା ନେତ୍ରୀଙ୍କର ସ୍ଥାନ ନାହିଁ।ବେଳୁବେଳ ସୁଖାଡ଼ିଆଙ୍କ ବ୍ୟବହାର ଚନ୍ଦ୍ରାବତୀକୁ ଅସହ୍ୟ ହେଲା। ଥରିବାକୁ ଲାଗିଲା ସମଗ୍ର ଶରୀର। ତଥାପି ନିଜକୁ ସଂଯତ ରଖି ଚନ୍ଦ୍ରାବତୀ କହିଲା, “ମୋ ଅବସ୍ଥା କଥା ଟିକେ ଚିନ୍ତା କରନ୍ତୁ, ସୁଖାଡ଼ିଆ ସାହେବ। ବାପାଙ୍କ ଚାକିରିଟି ଚାଲିଗଲେ ମୁଁ ଦାଣ୍ଡର ଭିକାରୁଣୀ ହୋଇଯିବି। ଆଉ ଥରେ ଅନୁରୋଧ କରି କହୁଛି, ପାରିବେ ତ ବାପାଙ୍କ ଚାକିରି ନେଇ ଆପଣ ମୋତେ ନିଯୁକ୍ତି ଦିଅନ୍ତୁ। ମୁଁ ଏବେ ସବୁକିଛି ଅତ୍ୟାଚାର ସହି ଆପଣଙ୍କ ନିକଟରେ ପଡ଼ି ରହିବାକୁ ଚାହେଁ।”ଏଥର ନିଷ୍ଠୁର ହୋଇ ଉଠି ସୁଖାଡ଼ିଆ କହିଲେ, “ମୁଁ ଥରେ କହିଛି, ଚନ୍ଦ୍ରାବତୀ। ଅତିଥି ଚର୍ଚ୍ଚା ପାଇଁ ଅନ୍ୟ ବାଳିକାକୁ ନିଯୁକ୍ତି ଦିଆ ସରିଛି। ତୁମକୁ ଆଉ ନିଯୁକ୍ତି ଦେବାର କି ଆବଶ୍ୟକତା ରହିଛି? ସେ ବାଳିକା ତୁମଠାରୁ ଯଥେଷ୍ଟ ସୁନ୍ଦରୀ। କଣ୍ଠରେ ଲାଳିତ୍ୟ ଅଛି। ଯୌବନରେ ଆବେଗ ଅଛି। ତାକୁ ନିଯୁକ୍ତି ଦେଲେ କାରଖାନାର ତୁମ ଅପେକ୍ଷା ଯଥେଷ୍ଟ ଅଧିକ ମଙ୍ଗଳ ହେବ। ଚାହିଁବ ତ ମୁଁ ତୁମକୁ ତା'ର ଫଟୋ ଦେଖାଇପାରେ।”ନବନିଯୁକ୍ତ କାଳିକାର ଫଟୋ ଦେଖିବା ଚନ୍ଦ୍ରାବତୀ ପକ୍ଷରେ ଅଦରକାରୀ ଥିଲା। ତଥାପି ଚନ୍ଦ୍ରାବତୀ ଉପରକୁ ଖଣ୍ଡେ ପାସ୍ପୋର୍ଟ ସାଇଜର ଫଟୋ ଫିଙ୍ଗି ଦେଲେ ସୁଖାଡ଼ିଆ। କମ୍ପି ଉଠିଲା ଚନ୍ଦ୍ରାବତୀ। “କଳ୍ପନା ଦିଦି?”ଆଶ୍ଚର୍ଯ୍ୟ ହୋଇ ଚନ୍ଦ୍ରାବତୀକୁ ଚାହିଁ ସୁଖାଡ଼ିଆ କହିଲେ, “ତୁମେ କ'ଣ ଏ ଝିଅଟିକୁ ଚିହ୍ନିଛ, ଚନ୍ଦ୍ରାବତୀ?”ପ୍ରବଳ ଭୂମିକମ୍ପରେ ଥରି ଉଠୁଥିବା ପୃଥିବୀ ଭଳି ଥରି ଥରି ଚନ୍ଦ୍ରାବତୀ କହିଲା, “ନାଁ, ନାଁ, ମୁଁ ଚିହ୍ନିନି। ମୁଁ ଚିହ୍ନିନି। ନ ଚିହ୍ନିବାରେ ହିଁ ଶାନ୍ତି, ନ ଚିହ୍ନିବାରେ ହିଁ ଗୌରବ। ମୁଁ ଆଉ ମୋର ନିଯୁକ୍ତି ଚାହେଁନି। ମୋତେ ମୁକ୍ତି ଦିଅନ୍ତୁ। ମୋତେ ମୁକ୍ତି ଦିଅନ୍ତୁ, ସୁଖାଡ଼ିଆ ସାହେବ। ମୁଁ ମୁକ୍ତ ବିହଙ୍ଗ ଭଳି ଗଗନ ପବନରେ ଉଡ଼ିଯିବାକୁ ଚାହେଁ। କିନ୍ତୁ ଥରେ ଚିନ୍ତା କରନ୍ତୁ, ସୁଖାଡ଼ିଆ ସାହେବ। ନୂଆଖାଲିର ସାମ୍ପ୍ରଦାୟିକ ହତ୍ୟା ଅପରାଧଠାରୁ କ'ଣ ଏ ମାନବିକତା ହତ୍ୟା ଅପରାଧ କୌଣସି ଗୁଣରେ କମ୍?”ଚନ୍ଦ୍ରାବତୀର ଭାଷଣ ଶୁଣି ହୋ, ହୋ, ହୋଇ ହସିଲେ ସୁଖାଡ଼ିଆ। ଆଉ ସହି ପାରିଲାନି ଚନ୍ଦ୍ରାବତୀ। କାରଖାନାର ଅଫିମ ଗୃହରୁ ବାହାରି ଧାଇଁବାକୁ ଲାଗିଲା ସେ। ଧାଇଁଛି ଚନ୍ଦ୍ରାବତୀ, ତା' ସହିତ ଧାଇଁଛି ବିନମ୍ର ନାରୀତ୍ୱ।ଠିକ୍ ଏହି ସମୟରେ ହୁଏତ କଟକ ସହରରେ ଅନେକ ନାରୀତ୍ୱ ଘାତ ପ୍ରତିଘାତ ସହି ପଥର ହୋଇଯିବାକୁ ବସିଥିବ। ନାଲି ରାସ୍ତାର ନରମ ଧୂଳି ଉପରେ ବିଗତକୁ ଅଜାଡ଼ି ଅଜାଡ଼ି ଭବିଷ୍ୟତର ସ୍ୱପ୍ନ ଦେଖି ଦେଖି ଚାଲିଥିବ। କିନ୍ତୁ ଏ ସବୁର ହିସାବ ରଖୁ ନ ଥିବେ କେହି।କଟକ ସହର। ସମଗ୍ର ଓଡ଼ିଶାର ଏକ ଇତିହାସର ଭଗ୍ନାଂଶ। ଏଠି ଓଡ଼ିଆ, ବଙ୍ଗାଳି, ମାରୱାଡ଼ି, ଶିଖ, ତେଲଙ୍ଗା ସବୁ ଜାତିର ମଣିଷ ଅଛନ୍ତି। କିନ୍ତୁ କାହାର ଜୀବନ ଭିତରେ ଯେ କି ଝଡ଼ କି ଝଞ୍ଜାର ବହିଛି, ତାହାର ହିସାବ ରଖୁଛି କିଏ? ଏ ସହର ସମସ୍ତଙ୍କୁ ପିଠିରେ ବହି ଚାଲିଛି, ଠିକ୍ ସର୍ବଂସହା ଧରିତ୍ରୀ ଭଳି। ତା'ର ମାନ ନାହିଁ, ଅଭିମାନ ନାହିଁ। କେବଳ ରହିଛି ଆତ୍ମମାନର ଅଭିଜ୍ଞାନ।ଘର ମୁହାଁ ହୋଇ ଏକା ନିଃଶ୍ୱାସରେ ଦୌଡ଼ି ଚାଲିଛି ଚନ୍ଦ୍ରାବତୀ। ମନରେ ଅସରନ୍ତି ଭାବନା। ଠିକ୍ ସୂତାକଳର ସୂତାକଣ୍ଡା ଭଳି ଖିଅ ମେଲେଇ ଚାଲିଛି ଏ ଭାବନା। ଘର ଦୁଆର ମୁହଁରେ ବସିରହି ଅପେକ୍ଷା କରିଥିବେ ବାପା। ଚାକିରି ଫେରିପାଇବାର ଆଶା ମନରେ ପ୍ରବଳ ହୋଇ ଉଠୁଥିବ। ଦେଖିବା ମାତ୍ରେ ଉତ୍କଣ୍ଠାର ସହିତ ପଚାରିବେ, “କ'ଣ ହେଲା ମା? ସୁଖାଡ଼ିଆ କ'ଣ ଚାକିରି ଫେରାଇ ଦେବାକୁ ରାଜି ହେଲେ?”ମନରେ ତାଙ୍କର ଉଦ୍ବେଗର ଜୁଆର ଉଠୁଥିବ। ହେଲେ ଯେତେବେଳେ ସେ ଶୁଣିବେ ଯେ ଚନ୍ଦ୍ରାବତୀ ବିଫଳ ହୋଇ ଫେରିଛି, ସେତେବେଳେ! ଆଉ ଚିନ୍ତା କରିପାରୁନି ଚନ୍ଦ୍ରାବତୀ। ଲକ୍ଷ ଯୁଗର ଅନ୍ଧାର ଗ୍ରାସ କରି ଯାଉଛି ତା'ର କଳ୍ପନାକୁ।